କେବଳ ମଣିଷଟିଏ, ଦୈହିକ ଜୀବ। ତଥାପି ଥରେ ଥରେ ଅନନ୍ତକୁ, ଅସୀମକୁ, ଅରୂପକୁ ଖୋଜିବା ପାଇଁ ଅନ୍ତର ହାହାକାର କରେ। ସେହି ହାହାକାରର ନିର୍ମମ ଆଲୋଡ଼ନ ମତେ ଏଠାକୁ ଟାଣିଆଣିଛି, ଦେଖେ ଯଦି ଜୀବନଶ୍ରୀର ମୁକ୍ତାଙ୍ଗନରେ କିଛି ପଦାର୍ଥ ଥାଏ, ଯାହାକୁ ସାଉଁଟିନେଲେ ମୁଁ କିଛି ଦିନ ବଞ୍ଚିଯିବି ଯଥାର୍ଥ ବଞ୍ଚିବା ଉଦ୍ଦେଶ୍ୟରେ। ଏବେ କାହାଣୀ କହେ-କଅଣ ମିଳିବ ଆତ୍ମଚିନ୍ତାରେ–ଏମିତି ତ କେତେ କିଏ କଅଣ ନ କହିଛନ୍ତି! ମୋ କଥାରେ, ମୋ ଅନୁଭୂତିରେ ବିଶ୍ୱକୁ ବିଶ୍ଵାସ ଯୋଗାଇବାର କଅଣ ବା ଅଛି? ସେଦିନ ପ୍ରଭାତରୁ ଘୋର ସ୍ତରାୟିତ ପାତାଳା ବରଫ ପଡ଼ୁଥାଏ ତୁଳାର ଜିକ୍ ଜିକ୍ ତନ୍ତୁ ପରି ଆକାଶରୁ। ମଥାରେ କ୍ୟାପ୍, ସର୍ବାଙ୍ଗରେ ଥିଲା ତୁଷାର ଛିଟାରୁ ରକ୍ଷା ପାଇବାପାଇଁ ଅରଣ୍ୟ ପୋଷାକ। ନିସ୍ତବ୍ଧ ଭୂମିସୀମା। ନିସ୍ତବ୍ଧ ଯିମିତି ଶିବ ପାର୍ବତୀ କୈଳାସ ଶୃଙ୍ଗରେ। ସର୍ବତ୍ର ଦେହଭାବ। ଏଠାରେ ମଣିଷ ଇଚ୍ଛାକଲେ ବି ନରହତ୍ୟା କରି ପାରିବ ନାହିଁ, ଇଚ୍ଛା କଲେ ବି ହିଂସ୍ର ହୋଇପାରିବ ନାହିଁ; କିନ୍ତୁ ହେଉଛି ତ! ଧନ୍ୟ ମଣିଷ! ସ୍ଵର୍ଗରେ ବି ଅମୃତରେ ସେ ବିଷ ଭରିଦେବ-। ମୁଁ ସେ କଥା କହୁ ନାହିଁ। ମୁଁ କହୁଛି ଦେବ-ଦର୍ଶନ ଘଟୁଛି ଏଠି ପ୍ରତି ମୁହୂର୍ତ୍ତରେ। ହଠାତ୍ ଅତି ଅସ୍ପଷ୍ଟ ଘଣ୍ଟାଧ୍ଵନି ଶୁଣିବାକୁ ପାଇଲି। କ୍ରମେ ସେ ରବ ସ୍ପଷ୍ଟତର ହେଲା। ଏ ଧ୍ଵନିର ଗୋଟାଏ ଆକର୍ଷଣ ଅନୁଭବ କଲି। ଏହାର ଏକ ନିର୍ଦ୍ଧିଷ୍ଟ ଛନ୍ଦ ଅଛି। ଧ୍ଵନିର ଜଞ୍ଜାଳ ଓ ବିରକ୍ତି ନାହିଁ–ଏହା ପବିତ୍ର, ଶାନ୍ତ। ମୋର ପରିଚିତ ଅଛି ଏ ଶବ୍ଦ ସହିତ। ସହରମାନଙ୍କରେ ଯାତ୍ରା କରୁ କରୁ ମୁଁ ସ୍ତବ୍ଧହୋଇ ରହିଯାଏ। ଯେଉଁଆଡ଼ୁ ଭାସି ଆସୁଥାଏ ଏ ନିକ୍ୱଣ, ସେଇଆଡ଼େ କାନ ଡେରେ। ପାଦ ଖେଳାଇ ଚାଲିଯାଏ ଅନୁସରଣ କରି ପ୍ରଭୁଙ୍କ ଆବାସ ଭିତରକୁ, ଯେଉଁଠି ମହମବତୀର ଆଲୋକମାଳା ତଳେ ନର ନାରୀ ମଥା ନତ କରି ପ୍ରାର୍ଥନା କରୁଥାନ୍ତି, ଗାଉଥାନ୍ତି ଈଶ ସ୍ତୁତି। ଜଗତକୁ ଜାଗ୍ରତ କରିଦିଏ ଇଶ୍ୱରଙ୍କର ଏ ଅକୁତୋଭୟ ବାଣୀ, ଯାହା ବିସ୍ତାରିତ, ସ୍ପଷ୍ଟତର ଧ୍ଵନି ମାଧ୍ୟମରେ ସଞ୍ଚରିଯାଏ ପ୍ରତି ହୃଦୟକୁ। ଏ ତେବେ କଅଣ ସେହି ପୂତ ଘଣ୍ଟା, ସେଇ ପବିତ୍ର ଈଶ୍ୱର ନିବାସ, ସେଇ ପବିତ୍ର କ୍ରୁଶବିଦ୍ଧ ଅମର ଆତ୍ମାର ଡାକ–ଆସ ମୋ ପାଖେ ଶରଣ ନିଅ, ମୁଁ ଉଦ୍ଧାର କରିବି। ହଁ, ଗିର୍ଜା… ସୁନ୍ଦର ଗୋଟିଏ କାଷ୍ଠନିର୍ମିତ ଗୃହ। ଉପରେ କ୍ରୁଶଚିହ୍ନର ଅପୂର୍ବ କାରିଗରି ନିର୍ମାଣ। ପ୍ରଭୁ ଝୁଲିଯାଇଥିଲେ ଏଇ କ୍ରସରେ। ଯୁଗ ଯୁଗ ବିତିଯିବ। ଏ ଚିହ୍ନ ଆବୃତ ସତ୍ୟ ଘେନି ଝଟକୁଥିବ। କଣ୍ଟକଶଯ୍ୟାରେ ତାଙ୍କର ମୃତ୍ୟୁ। ସେ ମରଣ କେଡ଼େ ରମଣୀୟ। କାଳେ କାଳେ ସେ ମୃତ୍ୟୁ ଝରାଉଥିବ ଜୀବନସଙ୍ଗୀତର ଝରଣା। ଯିସସ୍ ଖ୍ରୀଷ୍ଟ। ତାଙ୍କରି ମନ୍ଦିର। ପ୍ରାଣରେ ମୋର ଅଶେଷ ଶାନ୍ତି। ଦାର୍ଜିଲିଙ୍ଗର ଅରଣ୍ୟ ଶୈଳମୟ ପ୍ରକୃତି ଆଜି ଏଇ କ୍ଷଣରେ ଇଶ୍ଵରୀୟ ବନ୍ଦନାରେ ବିଭୋର। ମୁଁ କ୍ରମେ ଉଚ୍ଛନ୍ନ ହେଲି। ଚଞ୍ଚଳ ପଦପାତରେ ଚାଲିଲି। ଭଗବାନ ଡାକୁଛନ୍ତି। ଉପର ପୋଷାକ ଦେହରୁ କାଢ଼ିନେଇ ବରଫର ଧଳା ଚାଦରକୁ ସେଥିରୁ ଝାଡ଼ିଦେଇ, ମଥା ନତକରି ପ୍ରବେଶ କଲି ମନ୍ଦିର ଅଭ୍ୟନ୍ତରରେ। କାହାଣୀ କେବେ କହିବି? ଆଗ ବସିଯାଏ। ପ୍ରଶାନ୍ତ ହୋଇଉଠୁ ହୃଦୟ-ବେଦୀ। ପଥହରା, ଶାନ୍ତିହରା, ଜଞ୍ଜାଳ ଘେରି ଏ ଆତ୍ମା ପ୍ରଥମେ ଅମୃତ ପାଉ। ପ୍ରାର୍ଥନା-ସଂଗୀତ ଗାଇଥିଲେ ସେମାନେ। ଗମ୍ଭୀର ଉଦାତ୍ତ ସେ ଗୁଞ୍ଜନ। ଇଂରେଜୀ, ଆମେରିକାନ୍ ଟୁରିଷ୍ଟ, ବିଚିତ୍ର ପୋଷାକର ସେମାନେ। ଭାରତୀୟ ବି ଅଛନ୍ତି, ବୃଦ୍ଧ ବୃଦ୍ଧା, ନର ନାରୀ… ପୂର୍ଣ୍ଣ ହୋଇଛି। ସେ ଧ୍ୟାନମନ୍ଦିର। କାହାର ଧ୍ୟାନକୁ ବ୍ୟାଘାତ ନ କରି ଧୀରେ ସର୍ବଶେଷ ଆସନରେ ବସିଲି। ମୁଁ କିଏ ମୋର ବିଚାର ରହିଲାନାହିଁ। ପ୍ରଭୁଙ୍କର ଜଣେ ସନ୍ତାନ। ଆନନ୍ଦ ଓ ଶାନ୍ତି ଅନ୍ଵେଷଣରେ ଆଜି ସେ ପରିବ୍ରାଜକ। କିଛି ମିଳିବାର ଅଭିଳାଷ ନାହିଁ। ଆଗରେ ଖ୍ରୀଷ୍ଟମୂର୍ତ୍ତି… ପାଖରେ ଜନନୀ ମାଡ଼ୋନାଙ୍କର ତୈଳଚିତ୍ର। ପରିବେଶ ଭିତରେ ଲକ୍ଷ୍ୟକଲି ଏହି ନିତ୍ୟନୈମିତ୍ତିକ ଗିର୍ଜା ପ୍ରାର୍ଥନା ବନ୍ଦନା ଆସର ନୁହେଁ–କିଛି ବିଶେଷତ୍ଵ ଅଛି। ଏହା ବିଚିତ୍ର ଏକ ସମ୍ଭାର, ଖ୍ରୀଷ୍ଟପୂଜା, ଯାହା କି ମୁଁ ଓଡ଼ିଶାରେ ଦେଖିଛି ଭିନ୍ନ ପ୍ରସଙ୍ଗରେ। ତେବେ କଅଣ ଏହା… ପ୍ରାର୍ଥନାର ଶେଷ ମୂର୍ଚ୍ଛନା ମିଳାଇଯିବା ପରେ ଜଣେ ସୁଠାମ ସୁନ୍ଦର ଜ୍ୟୋତିର୍ମୟ ବୃଦ୍ଧ ଆସନ ଛାଡ଼ି ଛିଡ଼ାହେଲେ। ହଁ, ସେ ଧର୍ମଯାଜକ। ତାଙ୍କରି ଅଧିନାୟକତ୍ଵରେ ଆଜିର ଉତ୍ସବ ପରିଚାଳିତ।